କଳାକାର ଟିକିଏ ଚିନ୍ତିତ ହେଲାପରି ନିରବ ରହିଲା ଓ କହିଲା, "ଠିକ୍ ଅଛି। ମୋତେ ଏଇ ଫୁଲନଖରାରେ ଓହ୍ଲାଇ ଦିଅନ୍ତୁ। ମୁଁ ଚାଲିଯିବି।"ସତ୍ୟାନନ୍ଦ କହିଲା, "ଯଦି ନିହାତି ଅସୁବିଧା ନ ଥାଏ, ତାହେଲେ ଭୁବନେଶ୍ୱର ଚାଲ, ସକାଳୁ ଫେରିଆସିବ।"କଳାକାର ପ୍ରତିବାଦ କଲା, "ନାଇଁ, ନାଇଁ, ମୋର ଏଠି କାମ ଅଛି। ଏଇଠି ରହିଲେ ଭଲହେବ।"ସତ୍ୟାନନ୍ଦ କିଛି କହିଲା ନାହିଁ। କିନ୍ତୁ କଳାକାରର ଏପରି ରୋକଠୋକ୍ ମନା କରିବାର କାରଣ ମଧ୍ୟ ସେ ସହସା ବୁଝିପାରିଲା ନାହିଁ। ଫୁଲନଖରା ଟ୍ରାଫିକ-ଷ୍ଟାଣ୍ଡ ପାଖରେ ଗାଡ଼ି ରହିଲା। ରାତି ତିନିଟା ପାଖାପାଖି ହେବ। ଆଉ କେତେଘଣ୍ଟା ପରେ ସକାଳ। ସତ୍ୟାନନ୍ଦ ଆଗେ ଓହ୍ଲେଇ ଯାଇ କଳାକାର ପାଇଁ ବାଟ ଛାଡ଼ିଦେଲା। କହିଲା, "ଯା' ହେଉ, ଏତେଦିନ ପରେ ତମ ସାଙ୍ଗରେ ଦେଖା ହୋଇଗଲା। ପୁଣି କେବେ ଦେଖା ହେବ କିଏ ଜାଣେ।"କଳାକାର କଣ କହିବାକୁ ଯାଉଥିଲା, କିନ୍ତୁ ଗାଡ଼ି ଭିତରୁ ଶୁଭୁଥିବା ସମ୍ମିଳିତ ହସରେ ସେ ନିରବ ହୋଇଗଲା।"ୟାଙ୍କୁଇ କହିବ ଶାଲା ବେ ବେକୁବ। ଟିକେ ଖୁସାମତ ଆଉ ପିଠି ଥାପୁଡ଼ାରେ ଇଏ ବେକୁବ ଭଦ୍ରକରୁ କଟକ ଯାଏ କେମିତି ଗୀତ ଶୁଣେଇ ଆସିଲା ଦେଖିଲେ ତ! ଆଉ ଯଦି ଚା' ପାଣି କି ଜଳଖିଆ ଗଣ୍ଡେ ଦେଇଥାନ୍ତେ ରାତିସାରା ଗାନାଟାନା ଚଳେଇଥାନ୍ତା। ବେକୁବ ନାଚଗୀତ ବାଲାଙ୍କର ଏଇ ଆଦତ୍!"ମହାପାତ୍ରଙ୍କ ସ୍ୱର ବାରିବାରେ ସତ୍ୟାନନ୍ଦର କୌଣସି ଅସୁବିଧା ହେଉ ନଥିଲା। ତାଙ୍କର ଏଇ ଅଶ୍ଳୀଳ ମନ୍ତବ୍ୟ ସାଙ୍ଗେ ତାଳଦେଇ କମଳେଶ ଓ ଅଗ୍ରୱାଲ ବି ହସି ଉଠୁଥିଲେ। କିନ୍ତୁ ସେମାନେ ମହାପାତ୍ରଙ୍କୁ ଖୁସି କରିବା ପାଇଁ ତାଙ୍କ ହସରେ ହସ ମିଳଉଥିଲେ ନା ସେମାନେ ବି ମହାପାତ୍ରଙ୍କ ସହ ଏକମତ ଥିଲେ ସେକଥା ସତ୍ୟାନନ୍ଦ ଜାଣିପାରୁ ନଥିଲା। ଅପ୍ରସ୍ତୁତ ହୋଇପଡ଼ିଲା ସତ୍ୟାନନ୍ଦ, କାରଣ କଳାକାର କାନରେ ବି ଏସବୁ ପଡ଼ିସାରିଥିଲା। ସତ୍ୟାନନ୍ଦ କଳାକାରକୁ କଣ କହିବ ନ କହିବ ସ୍ଥିର କରିପାରୁ ନଥିଲା। ସେ ଗୋଟେ ଅପରାଧୀ ପରି ଧୀରେ ମୁଣ୍ଡଟି ଉଠେଇ କଳାକାରକୁ ଚାହିଁଲା। କଳାକାରର ମୁହଁ କରୁଣ ଦିଶୁଥିଲା। ସତ୍ୟାନନ୍ଦ ଝଡ଼ ପରି ଗାଡ଼ି ପାଖକୁ ଫେରିଆସିଲା ଓ ଗାଡ଼ି ଭିତରେ ବସିପଡ଼ି ରୁଦ୍ଧ ଗଳାରେ ଡ୍ରାଇଭରକୁ କହିଲା, "ଚାଲ।" ତାର ଇଚ୍ଛା ହେଉଥିଲା, ସେ ଗାଡ଼ିରେ ବସିଥିବା ତିନିଜଣଙ୍କ ଉପରେ ସବୁ କ୍ରୋଧତକ ଢାଳିଦେବ, ଚିତ୍କାର କରିବ ମାତ୍ର ଆଶ୍ଚର୍ଯ୍ୟର କଥା, ତା ପାଟିରୁ ଗୋଟେ ହେଲେ ଶବ୍ଦ ବାହାରୁ ନଥିଲା। ମୋହମୁକ୍ତି ଅବସର ନେବାର ଦିନ ପାଖେଇ ପାଖେଇ ଆସୁଥିଲାବେଳେ ଏହି କ୍ଷମତା, ବଙ୍ଗଳା, ଦାମୀ କାର ଏବଂ ଦିନରାତି ଆଜ୍ଞାବହ କର୍ମଚାରୀମାନଙ୍କର ସେବା ହରେଇବାର ଦୁଃଖ ମନ୍ମଥ କୁମାରଙ୍କର ବଢ଼ି ବଢ଼ି ଚାଲିଥିଲା। ତେବେ ନିଜର ଛୋଟ ସହରକୁ ଫେରିଯିବା ପରେ ତାଙ୍କୁ ନେଇ ସେଠାରେ ଯୋଉ ଗୋଟେ ମୃଦୁ କୋଳାହଳ ସୃଷ୍ଟି ହେବ ଏବଂ ସପ୍ତାହବ୍ୟାପି ସମ୍ବର୍ଦ୍ଧନା ସଭା ଆୟୋଜିତ ହେବ, ତାହା ଚିନ୍ତାକରି ସେ ଦୁଃଖ କେତେକାଂଶରେ କମି ଯାଉଥିଲା। ସେ ବରାବର ଭାବି ଆସିଛନ୍ତି ଯେ ତାଙ୍କର ପ୍ରତିଷ୍ଠା ଏବଂ ଖ୍ୟାତିକୁ ନେଇ ସମୁଦ୍ରକୂଳିଆ ସେଇ ଛୋଟ ସହର ଏବଂ ତାର ଘଟଣାହୀନ ଇତିହାସ ଗର୍ବ ଅନୁଭବ କରିବା ଉଚିତ। ସେଭଳି ଗୋଟେ କ୍ଷୁଦ୍ର ସହରରୁ ଆସି ଶାସନସଚିବ ପାହ୍ୟା ପର୍ଯ୍ୟନ୍ତ ଉଠିବା କଣ କମ୍ କଥା! ଏପର୍ଯ୍ୟନ୍ତ ଆଉ କେହି ତାଙ୍କ ସହରରୁ ଆସି ଏତେ ଉପରକୁ ଉଠି ନାହାନ୍ତି। ମନ୍ମଥ କୁମାର ନିଜର ସଫଳତା ଚିନ୍ତା କରି ଉଲ୍ଲସି ଉଠନ୍ତି। ଜୀବନରେ ସେ କେତେ ବଡ଼ ବଡ଼ ଦାୟିତ୍ୱ ମୁଣ୍ଡେଇଛନ୍ତି। ରାଜ୍ୟ ରାଜଧାନୀରୁ ନେଇ ଦେଶ ରାଜଧାନୀ ପର୍ଯ୍ୟନ୍ତ।